ତାହାର ଅଣ୍ଟାରେ ଖରାପ ଛଉଟାଏ ଅଛି। ସେ ଅନ୍ଧାରକାଣୀ ନଇଲେ ଚରିତ୍ର ଖରାପ। ସେ ଟୋକାଙ୍କ ସାଙ୍ଗରେ ହେଁ ହେଁ ଫେଁ ଫେଁ ହୁଏ। ଗୀତ ବୋଲେ- କ୍ୱଚିତ୍ ଦନ୍ତୁରୀ ସତୀ କ୍ୱଚିତ୍ ଗାନବତୀ ସତୀ। ତେଣୁ ଗୀତ ନାଚ ଆଦି ଗାନ୍ଧର୍ବ ବିଦ୍ୟାର ଧାର କେହି ଧରିବାକୁ ସାହାସ କରୁ ନ ଥିଲେ-। ସ୍କୁଲ ପଢ଼ା ଅନେକ ପରିବାରକୁ ପୋଷାଉ ନ ଥିଲା। ଛତିଶି ମସିହାର ବୋହୂକୁ ଶାଶୁ ଶଶୁରଙ୍କର ମଇଳା ଲଗା ଗୋଡ଼ ଆଙ୍ଗୁଠିର ଧୁଆ ପାଣିକୁ ପାଦୁକ ପରି ସେବା କରିବାକୁ ହେଉଥିଲା। ପାଟିରୁ କଢ଼ା ହୋଇଥିବା ପାନସିଠା ଖାଇବାକୁ ପଡ଼ୁଥିଲା। ଚାରିଆଡ଼େ ଭୟ ଓ ଅତ୍ୟାଚାରର ରାଜତ୍ୱ। ତେଣୁ ନିଜର ଜ୍ଞାତ ସ୍ୱଜନ ବାହାରେ କେହି କାହାରି ସହିତ ମିଶି ପାରୁ ନ ଥିଲେ। ସମାଜ ଓ ଉତ୍କଳ ଦୀପିକା ପଇସିକିଆ ମୂଲ୍ୟରେ ବାହାରୁଥିଲା। ଓଡ଼ିଆ ମୁଲକ ପାଇଁ ସେଇଟା ତାହାର ଆକାର ପ୍ରକାର ନେଇ ଯଥେଷ୍ଟ ଥିଲା। ସଇସ ନେଇ ଘୋଡ଼ା ଆଉ ଘୋଡ଼ାକୁ ଚାହିଁ ସଇସ। ଚାରିଆଡ଼େ ଅନ୍ଧାର। ସେଇ ଅନ୍ଧାର ଭିତରେ କଟକ ସହର ମଧ୍ୟ ଜହ୍ନ ରାତିରେ ବାଟମାରଣା ପାଇଁ ଅଗମ୍ୟ ହେଇ ରହୁଥିଲା-ଆଜିର କଟକ ସହର ଆକାରର ପ୍ରାୟ ଅଧେ ଭାଗ-। ଏଠି ବିଲୁଆ ପହରିକିଆ ବୋବାଳି ଛାଡ଼ୁଥିଲା। ଖରାଦିନେ କାଠଯୋଡ଼ି ସେପାରିରୁ ଗଧିଆ ମଧ୍ୟ ଆସୁଥିଲେ। ଏଇକଥା ଛତିଶି ମସିହାର କେଉଁ ଉପନ୍ୟାସ, ଗଳ୍ପ ବା କବିତାରେ ଅଛି? ବିଶିଷ୍ଟ ସମାଲୋଚକ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ସେତେବେଳେ ପଣ୍ଡିତ ହେବା ପସନ୍ଦ କରି ନ ଥାନ୍ତି। ସେ ସଇଁତିରିଶିରୁ ଅଣଚାଳିଶି ମସିହାଯାଏ ହିନ୍ଦୁସ୍ଥାନ ସାହିତ୍ୟ ମନ୍ଦିର କରି ରାଜନୈତିକ ଓ ଅର୍ଥନୈତିକ ପୁସ୍ତକ ଓ ପୁସ୍ତିକା ପ୍ରକାଶ କରୁଥାନ୍ତି। ଓଡ଼ିଆ ସାହିତ୍ୟରେ ସେଇଟା ଆଦ୍ୟ ପଦକ୍ଷେପ-। ଆଜିର ଡକ୍ଟର ଶ୍ରୀରାମଚନ୍ଦ୍ର ଓ ଡକ୍ଟର ଦେବେନ୍ଦ୍ର ଓ ବୈଦ୍ୟନାଥ ପ୍ରମୁଖ ଛାତ୍ର। ଏଇ ଛତିଶିବର୍ଷ ମଧ୍ୟରେ ଓଡ଼ିଶାର ପ୍ରତ୍ୟେକ ସ୍ତର ଉନ୍ନତି କରିଛି। ଦିନକର ସାଧାରଣ ଲୋକ ଆଜି ଅସାଧାରଣ ହୋଇ ତାଙ୍କରି ବିଭାଗର ସର୍ବାଧିକାରୀ ହୋଇ ପାରିଛି। ସେହିପରି ଲେଖକ ମଧ୍ୟ ତାହାର ସାହିତ୍ୟ ରଚନାରେ ଆକାଶକୁ ଛୁଇଁଛି। ଇଏ କ'ଣ ଯୋଗ୍ୟତା ବଳରେ? ନା, କେବଳ ନିଜର ବୟସର ସ୍ଥିତି ନେଇ ପଟୁଆର ଭିତରେ ଆଗେଇ ଚାଲିଲା ପରି ଲେଖକ ମାନେ ମଧ୍ୟ ଉଠି ଉଠି ଯାଇଛନ୍ତି? ଆଜି ବଞ୍ଚଥିବା ସାହିତ୍ୟର ମନିଷୀମାନେ ଏଥିରେ ଏକମତ ହେବା ଉଚିତ୍ କି? ଏହା ବଦଳରେ ସେମାନେ ଓଲଟି ଅଧିକରୁ ଅଧିକ ସୁରକ୍ଷା ସର୍ତ୍ତର ଦାବୀ କରୁଛନ୍ତି। ଚାରିଆଡ଼ ଘେରବନ୍ଦୀ କରି ରଖିବାକୁ ତତ୍ପର ହେଉଛନ୍ତି। ମୋଟାମୋଟି ସେହି ପୁରୁଣା ଯୁଗର ପୁରୁଣାକାଳିଆ ଲୋକେ ଆଲୁଅ ପବନର ସବୁ ଦୁଆର ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। କାରଣ ସେମାନେ ଅନ୍ଧାର ଭିତରୁ ଆସିଛନ୍ତି। ଏପରି ଅବସ୍ଥା ହେଇଛି ଯେ ଲାଟ ଭବନଠାରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସବୁଆଡ଼େ ସେମାନେ ସକ୍ରିୟ ହୋଇ ଉଠୁଛନ୍ତି। ଦୁଇବର୍ଷ ତଳେ ଓଡ଼ିଶାର ରାଜ୍ୟପାଳ ସାହିତ୍ୟ ଏକାଡେମିର ଉପାୟନ ଉତ୍ସବରେ କହିଲେ ଓଡ଼ିଆ ସାହିତ୍ୟ କହିଲେ ଅଳପ ଲୋକଙ୍କୁ ଚିହ୍ନାଏ। ମୋଟେ ତିନିଜଣଙ୍କୁ ବୁଝାଏ-କାଳିଚରଣ, କାଳିନ୍ଦି ଚରଣ ଓ କାହ୍ନୁଚରଣ। ଏଇ ରାଜ୍ୟପାଳ ଡକ୍ଟର ସାହେବଙ୍କୁ କିଏ ଏହି ଧାରଣା ଦେଲା? ନିଶ୍ଚିତ ଭାବରେ ଜଣେ ବା ଦଶଜଣ ସାହିତ୍ୟପ୍ରେମୀ ବା ସାହିତ୍ୟସେବୀ। ତେଣୁ ଡକ୍ଟର ଆନସାରୀ ଏହି ମତ ଦେବାରେ ପକ୍ଷପାତ କରି ନାହାନ୍ତି। ତାଙ୍କର ଦପ୍ତରରେ ଏହି